ବର୍ଷା ଟିକିଏ ଥରିଉଠିଲା। ବିଚାରପତି କହିଲେ, ଅସ୍ଵାଭାବିକ? ସେ କହୁଥିଲେ ଯେ ସେ ଶେଷ ପାଇଁ ଅପେକ୍ଷା କରୁଛନ୍ତି, ଆମେ କେହି ବଞ୍ଚିବା ନାହିଁ। ମୁଁ ତ ଭୀଷଣ ଭୟାର୍ତ୍ତ ହୋଇଉଠିଥିଲି। ତା ପରେ ତମେ କ'ଣ କଲ? ଘରକୁ ଫେରିଲି। ଘର ପଛପାଖକୁ ବୁଲିବାକୁ ଯାଇଥିଲି। ମନଟା ବଡ଼ ଅସ୍ଥିର ହୋଇଉଠିଛି ଆଜି। ଜଜ୍ ସାହେବ କହିଲେ, ରଘୁନାଥର ସାକ୍ଷ୍ୟରେ ବିଶେଷ କିଛି ଲାଭ ହେବ ନାହିଁ। ରଘୁନାଥ କହିଲା ଯେ ସେ ମଧ୍ୟାହ୍ନ ଭୋଜନ ପୂର୍ବେ ପାନୀୟ ପରିବେଷଣ କରିଛି। ନିଜ କାମରେ ସେ ବ୍ୟସ୍ତ ଥିଲା। ମଥୁରାନନ୍ଦଙ୍କ ବ୍ୟାପାର ସେ କିଛି ଜାଣେନା। କୌଣସି କୌଣସି ବ୍ୟକ୍ତି ସମ୍ପର୍କରେ ସନ୍ଦେହର ପରିମାଣ ଅପେକ୍ଷାକୃତ ଅଧିକ ବୋଲି ଅନୁମାନ କରିବା ଅସଙ୍ଗତ ନୁହେଁ। ସମସ୍ତେ ସନ୍ଦେହମୁକ୍ତ ନୁହନ୍ତି। ଆମର ସାତ ଜଣଙ୍କ ଭିତରେ ଜଣେ ଅପରାଧୀ ନିଶ୍ଚୟ ରହିଛି। କିନ୍ତୁ ସେ କିଏ? ବର୍ତ୍ତମାନ କର୍ତ୍ତବ୍ୟ ହେଲା ଉପକୂଳ ସହିତ ସମ୍ପର୍କ ରକ୍ଷା କରି ସାହାଯ୍ୟ ପ୍ରାର୍ଥନା କରିବା। ସେ ସମସ୍ତଙ୍କୁ ସତର୍କ କରି କହିଲେ ଯେ ହତ୍ୟାକାରୀର କାର୍ଯ୍ୟ ସହଜ ନୁହେଁ। ଏହା ପରେ ଆମେ ପ୍ରତ୍ୟେକକୁ ସନ୍ଦେହ କରିବା। ସତର୍କ ରହିବା। ବିପଦରେ ସତର୍କ ସଚେତନ ରହିବା ଏକାନ୍ତ ଉଚିତ। ଗୋଟିଏ ନିର୍ଜନ ଘରେ ବର୍ଷା ଓ ମାଧବ କଥା ହେଉଥିଲେ। ବାହାରେ ବର୍ଷା, ଝଡ଼। ମାଧବ କହିଲା, ଦେଖ ବର୍ଷା, ଜଜ୍ ଙ୍କର ଯୁକ୍ତିଟା ଠିକ୍, କିନ୍ତୁ ବି ବିଶ୍ଵାସ କରିହେଉନାହିଁ। ମଥୁରାନନ୍ଦଙ୍କ ମୃତ୍ୟୁ ପରେ ଗୋଟିଏ ବ୍ୟାପାରରେ କିନ୍ତୁ କୌଣସି ସଂଞ୍ଚୟ ନାହିଁ, ଏହି ତିନୋଟି ହତ୍ୟାକାଣ୍ଡ ଖୁନ୍। ଏଗୁଡ଼ିକ ଆତ୍ମହତ୍ୟା ନୁହଁ। କି ଭୟଙ୍କର ବ୍ୟାପାର କହନ୍ତୁ ତ! ଏପରି କାଣ୍ଡ ବିଶ୍ୱାସ କରିହେଉନାହିଁ। ମନେହେଉଛି ଏହା ଯେପରି ଦୁଃସ୍ୱପ୍ନ। ବର୍ଷା ଦେବୀ, ଆମେ ଯେଉଁ ଅବସ୍ଥାରେ ପଡ଼ିଛୁ ତାହା ସ୍ୱପ୍ନ ନୁହେଁ, ନିଷ୍ଠୁର ବାସ୍ତବ, ସତ୍ୟ। ସବୁ ସମୟରେ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ନ ହେଲେ ସର୍ବନାଶ। ବର୍ଷା ପଚାରିଲା, ଯଦି ହତ୍ୟାକାରୀ ସେମାନଙ୍କ ଭିତରେ କେହି ଥାଏ, ତେବେ କିଏ ସେ? କିଏ? ହସିଲା ମାଧବ, ତାହା ହେଲେ ଆମେ ଦୁଇ ଜଣଙ୍କୁ ତାଙ୍କ ସାଙ୍ଗରେ ସାମିଲ କରୁନାହାନ୍ତି, ଏଇ ତ! ତେବେ ମୁଁ ଏତିକି କହିବି, ମୁଁ ହତ୍ୟାକାରୀ ନୁହେଁ। ତା ଛଡ଼ା ବର୍ଷା ଦେବୀ, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ। ଏହି ନୀଚତା ସହିତ ଆପଣ ଯେ ଜଡ଼ିତ ରହିବେ ଏ କଥା ମୁଁ ମାନିନେଇପାରିବି ନାହିଁ। ଆପଣ ବୁଦ୍ଧିମତୀ, ଆପଣଙ୍କର ସତ୍ୟତା ସପକ୍ଷରେ ମୁଁ ମୋର ସର୍ବସ୍ୱ ପଣ ରଖିବାକୁ ପ୍ରସ୍ତୁତ। ଧନ୍ୟବାଦ। ମୃଦୁ ହସି ମାଧବ କହିଲା, ମୋ ସପକ୍ଷରେ ଆପଣଙ୍କର କ'ଣ କିଛି କହିବାର ନାହିଁ? ବର୍ଷା ସ୍ପଷ୍ଟ କଣ୍ଠରେ କହିଲା, ମଣିଷର ଜୀବନ ପ୍ରତି ଯଥୋଚିତ ଶ୍ରଦ୍ଧାର ଅଭାବ ଆପଣଙ୍କର ଅଛି। ଆପଣ ତ ଏହା ସ୍ଵୀକାର କରୁଛନ୍ତି। ତେବେ ଆପଣ ଗ୍ରାମୋଫୋନ ରେକର୍ଡ଼ ସହିତ ସଂ ସଂଯୁକ୍ତ ନୁହନ୍ତି। ମାଧବ କହିଲା, ଠିକ୍ କହିଛନ୍ତି। ମଣିଷ ହିସାବରେ ମୁଁ ଖାଣ୍ଟି ବାସ୍ତବବାଦୀ। ପ୍ରୟୋଜନ ହେଲେ ହତ୍ୟା କରିବାକୁ ପଛେଇଯିବିନି। ତେବେ ତା ଆଗରୁ ହିସାବ କରିନେବି ଯେ ଏଥିରେ ମୋର ଲାଭ କେତେ। ଅର୍ଥହୀନ ଏ ପ୍ରକାର ହତ୍ୟାଲୀଳା ମୋ ଦ୍ଵାରା ସମ୍ଭବ ନୁହେଁ। ବେଶ୍, ଅନ୍ୟ ପାଞ୍ଚ ଜଣଙ୍କ ଭିତରେ ଆପଣ କାହାକୁ ସନ୍ଦେହ କରନ୍ତି? ମୁଁ କାହାକୁ ସନ୍ଦେହ କରେ, ଜାଣନ୍ତି? କାହାକୁ? ବୁଢ଼ା ମହାଜନକୁ। କାହିଁକି? କହିବା କଷ୍ଟ। ନିଜକୁ ଅନ୍ୟର ପ୍ରଭୁ ବୋଲି ଦେଖିଚି। ତା ଇଚ୍ଛା ଉପରେ ନିର୍ଭର କରିଛି ଅନେକର ଜୀବନ ମୃତ୍ୟୁ। ଏଠାରେ ସେ ଚାହେଁ ସ୍ୱୟଂ ଭଗବାନ ହେବାକୁ। ଆଶ୍ଚର୍ଯ୍ୟ! ଆପଣଙ୍କର ସନ୍ଦେହ କାହାକୁ? ଡାକ୍ତର ଦୁର୍ଗାମାଧବ। ମୁଁ କିନ୍ତୁ ଡାକ୍ତରକୁ ସନ୍ଦେହ କରେନା। ଦୁଇଟା ମୃତ୍ୟୁ ମୂଳରେ ଅଛି ବିଷ। ଡାକ୍ତର ଅପେକ୍ଷାରେ ବିଷ ଯୋଗାଡ଼ କରିବା ଓ ଦେବା ସହଜ। ଆପଣ ତ ସ୍ୱୀକାର କରିବେ ଯେ ଡାକ୍ତର ରଘୁନାଥର ସ୍ତ୍ରୀ ମାଳତୀକୁ ନିଦର ଔଷଧ ଦେଇଥିଲେ। ତାହା ସତ। ଗୋଟାଏ ଡାକ୍ତର ହେଲେ ପାଗଳା ହେବନି ଏ କଥା ତ ଠିକ୍ ନୁହେଁ। ଡାକ୍ତରମାନଙ୍କର ଯାହା ପରିଶ୍ରମ ସେଥିରେ ପାଗଳା ହେବା ଅସମ୍ଭବ ନୁହେଁ। ମାଧବ କହିଲା, କଥାଟା ମିଛ ନୁହେଁ। ଆପଣ ଡାକ୍ତରଙ୍କୁ ଦାୟୀ କରିପାରିବେ ନାହିଁ, କାରଣ ମୁଁ ତାଙ୍କ ସାଙ୍ଗରେ ଥିଲି। ଅବଶ୍ୟ କିଛି ସମୟ ନ ଥିଲି।